ଚନ୍ଦ୍ରାବତୀ ଚାଲିଛି ଆଗରୁ ଆଗକୁ। କିନ୍ତୁ ଏ ଯନ୍ତ୍ରଣା କ'ଣ ନୂଆଖାଲିରୁ ପଳାଇ ଆସିବା ଦିନର ଯନ୍ତ୍ରଣାଠାରୁ କଷ୍ଟକର। ନାଁ...। ଜୀବନରେ ସେ ଅନେକ ଯନ୍ତ୍ରଣା ସହିଛି। ଏଇ ସାମାନ୍ୟ ଯନ୍ତ୍ରଣାରେ ବା ଭାଙ୍ଗି ପଡ଼ିବ କାହିଁକି? ଥରି ଥରି ବସା ପାଉଛରେ ଗୋଡ଼ ଦେଇ ଉପରକୁ ଉଠିଲା ଚନ୍ଦ୍ରାବତୀ। ନିର୍ଜନ କୋଠରୀ। ମାଖନ୍ ଚୌଧୁରୀ ଶୋଇ ପଡ଼ିଛନ୍ତି କେତେବେଳୁ ଶ୍ରାନ୍ତ କ୍ଲାନ୍ତ ହୋଇ। ଚତୁର୍ଦିଗ ଅନ୍ଧକାର, ବିଳପି ଉଠିଲା ଚନ୍ଦ୍ରାବତୀର ହୃଦୟ। ଏ ଅନ୍ଧକାର କ'ଣ ସମଗ୍ର ଜୀବନଟାକୁ ଗ୍ରାସ କରିଯିବ? ଆଲୋକର ଝଲକରେ ସତେ କ'ଣ ଆଉ ଚନ୍ଦ୍ରାବତୀର ହୃଦୟ ତୀର୍ଥ ଉଦ୍ଭାସିତ ହେବନି!! ନ ହେଉ—ସେଥିପାଇଁ ଚନ୍ଦ୍ରାବତୀ ମନରେ ଦୁଃଖ ନାହିଁ। ଜୀବନବ୍ୟାପୀ କେବଳ ଅନ୍ଧକାରକୁ ସେ ସ୍ୱାଗତ କରି ଆସିଛି... ଆଜି ବା ପଛାଇ ଯିବ କାହିଁକି? ଅଣ୍ଡାଳି ଅଣ୍ତାଳି କୋଠରୀର ଗୋଟିଏ କୋଣରେ ବିଶ୍ରାମ ନେଲା ସେ...। ନିଥର ହୋଇ ପଡ଼ିରହିଲା ଚନ୍ଦ୍ରାବତୀର ଶ୍ରାନ୍ତ ଶରୀର। କେବଳ ସ୍ଥିର ହୋଇ ପାରୁ ନଥିଲା ଚନ୍ଦ୍ରାବତୀର ମନ, ଘୋଡ଼ଦଉଡ଼ ଆରମ୍ଭ କରି ଦେଇଥିଲା ସେ। ଭାବୁଥିଲା ଅନେକ କିଛି ଏଇ ଭାବନା ଭିତରେ କେତେବେଳେ ଚନ୍ଦ୍ରାବତୀକୁ ନିଦ ଲାଗିଯାଇଛି–––ଜାଣି ପାରିନି ସେ। ସକାଳ ହେଲାବେଳକୁ ମାଖନ୍ବାବୁ ଆଗରୁ ଉଠି ଅନେକ କାମ ସାରି ଦେଇଥିଲେ। ଉଠା କରତଗୁଣ୍ଡି ଚୁଲୀ ଉପରେ ଚାଉଳ ମୁଠାଏ ବସାଇ ରୋଷେଇ ଆରମ୍ଭ କରି ଦେଇଥିଲେ। ଦୁଇ ଦିନର ଉପବାସ। ସେଇଥିପାଇଁ ମାଖନ୍ ଚୌଧୁରୀ ସହଳ ସହଳ ଆରମ୍ଭ କରି ଦେଇଥିଲେ ରୋଷେଇ କାମ। ଗତକାଲି କାରଖାନାର ବାର୍ଷିକୋତ୍ସବ ହୋଇଥିଲା। ଅନେକ କିଛି ଭଳି ଭଳି ଜିନିଷରେ ପରିପୂର୍ଣ୍ଣ ହୋଇଥିଲା କାରଖାନାର କ୍ୟାଣ୍ଟିନ୍। କିନ୍ତୁ ସେ ସବୁ ଜିନିଷରୁ କିଏ ବା କାହିଁକି ଦେବ ମାଖନ୍ ଚୌଧୁରୀଙ୍କୁ। ମାଖନ୍ ଚୌଧୁରୀ ମାତ୍ର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। କାରଖାନାରେ ତାଙ୍କର ସମ୍ମାନ ନାହିଁ ପ୍ରତିଷ୍ଠା ନାହିଁ.. ଅଛି କେବଳ ଭାରାକ୍ରାନ୍ତ ଉପସ୍ଥିତି। କୌଣସି ଅଫିସ ବା କାରଖାନାରେ କିଛି କାମ ହେଲେ ଚେୟାର ବୋହିବାଠାରୁ ରୋଷଇ ପର୍ଯ୍ୟନ୍ତ ସବୁ କିଛି କରନ୍ତି ଏ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦଳ। ଏମାନେ ହଣ୍ଡା ବୁହନ୍ତି... ହଣ୍ଡା ମାଜନ୍ତି—କିନ୍ତୁ ହଣ୍ଡା ତିଆରି ଜିନିଷରେ ଅଧିକାର ନ ଥାଏ ଏମାନଙ୍କର। ଏମାନେ ବ୍ୟାସକୃତ ଗୀତାର ଅନାସକ୍ତ ସଂଯମୀ ପୁରୁଷ। ମାଖନ ଚୌଧୁରୀଙ୍କ ଭାଗ୍ୟରେ ଯେ ଆଜି ନୂଆକରି ଏ ଯଶା। ଘଟିଛି ତାହା ନୁହେଁ... ପ୍ରତ୍ୟେକ ବର୍ଷ ଏମିତି ଦୁଇ ତିନି ଥର ତାଙ୍କ ଭାଗ୍ୟରେ ଘଟେ। ଏଥିପାଇଁ ଦୁଃଖ କରନ୍ତିନି ମାଖନ୍ ଚୌଧୁରୀ। ହସି ହସି ବରଦାସ୍ତ କରନ୍ତି ସବୁ ଅତ୍ୟାଚାରକୁ। ସମସ୍ତ ଅତ୍ୟାଚାରକୁ ସହିନେବା ମାଖନ୍ ଚୌଧୁରୀଙ୍କର ଗୋଟିଏ ସ୍ୱଭାବ ସୁଲଭ ପ୍ରକୃତି। ସତ କହିବାକୁ ଗଲେ ମାଖନ୍ ଚୌଧୁରୀଙ୍କର ହୃଦୟ ଗୋଟିଏ ଭିନ୍ନ ଉପାଦାନରେ ଗଢ଼ା-। ଆଜି କିନ୍ତୁ ରୋଷେଇ ଶାଳରେ ବସି ଅନେକ କିଛି ଭାବୁଛନ୍ତି ମାଖନ୍ ଚୌଧୁରୀ। ଠିକ୍ ଏମିତିବେଳେ ଉଠିଲା ଚନ୍ଦ୍ରାବତୀ। ଜିଭ କାମୁଡ଼ି ପକାଇ କହିଲା—''ଛି ବାପା! ତୁମେ ରୋଷେଇ କରୁଛ... ମୁଁ କ'ଣ ମରିଗଲିଣି? '' ଆବାକାବା ହୋଇ ଠିଆ ହୋଇଗଲେ ମାଖନ୍ବାବୁ। ''ଏ କ'ଣ ଚନ୍ଦ୍ରାବତୀ? ଛି... ଛି... ଆଉ ଯେମିତି ଏକଥା ତୋ ମୁହଁରୁ ମୁଁ ନ ଶୁଣେ। କାହାପାଇଁ ଏ ଯନ୍ତ୍ରଣା? କାହାପାଇଁ ଏ ପରିଶ୍ରମ? ତୋ ମୁହଁରେ ଟିକେ ହସ ଦେଖିବି ବୋଲି ମୁଁ ତୋତେ କାମରେ ସାହାଯ୍ୟ କରେ। ତୁ ଯଦି '' ଆଉ କହି ପାରିଲେନି ମାଖନ୍ ଚୌଧୁରୀ। ତରତର ହୋଇ ଲୁଗାଟା ବଦଳାଇ ରୋଷେଇ ଘରକୁ ଆସିଲା ଚନ୍ଦ୍ରାବତୀ। ରୋଷେଇ ଘରର କାନ୍ଥକୁ ଆଉଜି ବସିଲେ ମାଖନ୍ବାବୁ, ଚାଲିଲା ବାପ ଝଅଙ୍କର ସୁଖ ଦୁଃଖ ଅନେକ ସମୟ ବିତିଲା। ଗାଧୋଇସାରି ଖାଇବାକୁ ବସିଲେ ମାଖନ୍ବାବୁ। ଠିକ୍ ସେହି ସମୟରେ ଲୁଗା କଳର ଚପରାଶିଟିଏ ଡାକ ଛାଡ଼ିଲା ଦୁଆର ମୁହଁରେ। ଭାତ ଗୁଣ୍ଡାଟି ପାଟିକୁ ନେଉ ନେଉ... ପୁଣି ଥାଳି ଉପରେ ଥୋଇଦେଇ ଉଠିଗଲେ ସେ-। ଚପରାଶି ଚିଠି ଖଣ୍ଡେ ବଢ଼ାଇ ଦେଲା ମାଖନ୍ବାବୁଙ୍କ ହାତକୁ। ବାମ ହାତରେ ଚିଠିଟି ଆଣି ପୁଣି ହାତ ଧୋଇ ଖାତାରେ ଦସ୍ତଖତ କରି ଦେଲେ ସେ। ମନରେ ଉଦ୍ବେଗ... ପ୍ରାଣରେ ଶୀତ୍କାର କି ଆଦେଶ ପୁଣି ଆସିଲା କାରଖାନାରୁ।